ଚାରି ଚାରିଟା ନିର୍ବାଚନ ପ୍ରମାଣ କରି ଦେଇ ସାରିଲାଣି ଯେ ଆମ ଦେଶର ସାଧାରଣ ଲୋକେ ଯଦି ସବୁ କଥା ଏପାଖ ସେପାଖ ଜାଣିବେ, ତେବେ ସେମାନେ ଭଲ ବିଚାର କରି ମତ ଦେଇ ପାରିବେ। ସବୁ କଥା ଜଣାଇବାର ଦାୟିତ୍ୱ ରାଜନୈତିକ ଦଳମାନଙ୍କର; କିନ୍ତୁ ନିଜେ ସବୁ କଥାରେ ବାହାଦୁରି ନେବା ପାଇଁ ଓ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କୌଣସି ରାଜନୈତିକ ଦଳ କୌଣସି ବିଷୟର ସବୁ କଥାଯାକ ଲୋକଙ୍କ ପାଖରେ ପ୍ରକାଶ କରୁନାହାନ୍ତି। ଫଳରେ ନିଜ ନିଜ ଜ୍ଞାନର ସୀମା ଅନୁସାରେ ଲୋକେ ନିଜ ନିଜ ମତ ଗଠନକରି ଚାଲିଛନ୍ତି। ସାଧାରଣ ଲୋକର ମନରେ ଯେଉଁସବୁ ପ୍ରଶ୍ନ ଉଠୁଛି ସେ ସବୁର ଠିକ୍ ଠିକ୍ ଉତ୍ତର ନ ମିଳୁଥିବାରୁ ଲୋକେ ଆଉ କୌଣସି କଥାରେ ଗୁରୁତ୍ୱ ଦେଉ ନାହାନ୍ତି। ଏହାର କେତୋଟି ଉଦାହରଣ ଦେଉଛି। ଗାଁ ଗହଳରେ ସାଧାରଣ ଲୋକ ବିଶ୍ୱାସ କରନ୍ତି ଯେ ଗ୍ରାମଗୋଷ୍ଠୀ ଯୋଜନାପାଇଁ ଆମେରିକା କୋଟି କୋଟି ଟଙ୍କା ସାହାଯ୍ୟ ଦେଇଛି। ଏପରିକି ମୁଁ ନିଜେ ଶୁଣିଛି, ମୋତେ କହିଛନ୍ତି ଏହି ଆମେରିକା ଟଙ୍କା କଥା। ଟଙ୍କା ନାହିଁ, ଟଙ୍କା ନାହିଁ ଯେଉଁ ସରକାର କହୁଛି, ସେ ସରକାର ଏତେ ଟଙ୍କା କେଉଁଠୁ ଆଣି ଖର୍ଚ୍ଚ କରୁଛି? ଏହି ହେଲା ପ୍ରଶ୍ନ। ବ୍ଲକ ଟଙ୍କା ଆମେରିକାର ହୋଇଥିବାରୁ ସେଥିରୁ ସେ ଯେତେ ମାରି ନେଇପାରେ। ଏହି ହେଲା ମନୋଭାବ। ସେହିପରି କେୟାର ନାମକ ସଂସ୍ଥା ଯେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଉଛନ୍ତି। ଏ ସଂସ୍ଥା ମାଗିଯାଚି ଆଣି ନିଜେ କେତେ ଦେଉଛନ୍ତି ଓ ସରକାର କେତେ ଦେଉଛନ୍ତି ତାହା ଠିକ୍ ଠିକ୍ ଲୋକେ ନ ଜାଣି ପାରୁଥିବାରୁ ଏ ମଧ୍ୟ ସେହି ଆମେରିକା ଟଙ୍କା ନାଁରେ ଚାଲିଛି। ଏପରିକି ବେସରକାରୀ ରିଲିଫ ଅନୁଷ୍ଠାନ ସବୁ କେଉଁଠୁ କି ସାହାଯ୍ୟ ଆଣୁଛନ୍ତି, ସେ ସବୁର ପୂରା ଖବର ଲୋକେ ନଜାଣୁଥିବାରୁ ସେ ବି ସେହି ଆମେରିକା ନାଁରେ ଚାଲିଛି। ପର ଧନରେ କୀର୍ତ୍ତନ କରିବା କଥାଟା ସମସ୍ତେ ଜାଣନ୍ତି। ବାହାରୁ ଟଙ୍କା ଆସୁଛି, ଖର୍ଚ୍ଚ ହେଉଛି, ସେଥିରେ ଦାୟିତ୍ୱବୋଧ କାହାରି ହେଉନାହିଁ। ଏ ଦେଶକୁ ଟଙ୍କାପଇସା ବ୍ୟାପାରରେ ଦାୟିତ୍ୱଶୂନ୍ୟ କ୍ରମେ କରିନିଆହେଉଛି। ଅନ୍ୟ ଦିଗରେ ରାଜନୀତି। ସବୁ ଦଳ। ତ ପୁଞ୍ଜିପତି, ଶିଳ୍ପପତିଠାରୁ ଆରମ୍ଭକରି ଗାଁର ବଡ଼ ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କୁ ନିର୍ଧୁମ୍ ଶୋଷୁଛନ୍ତି। ସେମାନଙ୍କୁ ନିର୍ମୂଳ କରିବା ସମସ୍ତଙ୍କର କାର୍ଯ୍ୟକ୍ରମ; ଅଥଚ ନିର୍ବାଚନରେ ଓ ଅନ୍ୟ ସମୟରେ ରାଜନୈତିକ ଦଳମାନେ ଏତେ ଟଙ୍କା କେଉଁଠୁ ଆଣୁଛନ୍ତି? ଏ ସରଳ ପ୍ରଶ୍ନର ଉତ୍ତର କେହି ଦେଇନାହାନ୍ତି। ସରକାରରେ ଯେଉଁ ଦଳ ଅଛନ୍ତି, ସେମାନେ ଲାଞ୍ଚ ରିସ୍ପତ ନେଇଛନ୍ତ ବୋଲି ସ୍ୱାଭାବିକ ବିଶ୍ୱାସ ଓ କମ୍ୟୁନିଷ୍ଟ ଦଳ ପ୍ରଭୃତି ଯେଉଁମାନେ ଶାସନରେ ନାହାନ୍ତି, ସେମାନେ ରୁଷିଆ, ଚୀନ ପ୍ରଭୃତି ଦେଶରୁ ଟଙ୍କା ଆଣୁଛନ୍ତି ବୋଲି ବିଶ୍ୱାସ ହୋଇଯାଉଛି। ଇଣ୍ଡୋ-ସୋଭିଏଟ ସାଂସ୍କୃତିକ ଅନୁଷ୍ଠାନ ଶାଖାରେ ଇଣ୍ଡୋଆମେରିକାନ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ପ୍ରତିଦ୍ୱନ୍ଦ୍ୱିତାରେ ସାଧାରଣ ଲୋକ ମଜା ଦେଖୁଛନ୍ତି। ଏଥିରୁ ନ ହେଲେ ସେଥିରୁ ଚାକିରି ମିଳିବାଠାରୁ ଆରମ୍ଭ କରି ଅନ୍ୟ ଲାଭ ଉଠାଇବା ପର୍ଯ୍ୟନ୍ତ ଫିକରରେ ସମସ୍ତେ ରହି ଯାଉଛନ୍ତି; ଅଥଚ ରାଜନୀତିକ୍ଷେତ୍ରରେ କୌଣସି ବିଶ୍ୱାସକୁ ଯୁକ୍ତି ସହ ଦୃଢ଼ ଭାବରେ ପୋଷଣ କରିବା ଓ ସେ ବିଶ୍ୱାସ ପାଇଁ ଜୀବନ ସୁଦ୍ଧା ଦେବାପାଇଁ ପ୍ରସ୍ତୁତ ହେବା ଏପ୍ରକାର ଚେତନା ଜନସାଧାରଣଙ୍କର କରାଇ ଦିଆ ହେଉନାହିଁ। ଏ ଦେଶରେ ଲୋକଙ୍କର ଓ ଲୋକେ ଯେପରି